ଜଣେ କହୁଥିବାର ଶୁଣିଛି ସେ ଆରବର ସ୍ତ୍ରୀଲୋକମାନଙ୍କ ମୁଣ୍ଡରୁ ପାଦଯାଏ ଘୋଡ଼େଇ ହୋଇଥାନ୍ତି। ଯଦି କେବେ ଅକସ୍ମାତ୍, ତାଙ୍କର ବୁଢ଼ା ଆଙ୍ଗୁଠି ଟିକେ ଦିଶିଯାଏ, ତାକୁ ଦେଖି ସେଠାକା ଯୁବକମାନେ ପାଗଳ ହୋଇ ଉଠନ୍ତି। ଭାବପ୍ରବଣ ହୋଇଯାନ୍ତି। ଲେଖିବସନ୍ତି ଚମତ୍କାର କବିତା। ଭାରତରେ ଏତିକି ଟିକେ ଟିକେ ଡ୍ରେସ ପିନ୍ଧିକି ଡେଉଁଛନ୍ତି ଝିଅଗୁଡ଼ା। ଏ ଗୁଡ଼ା ଦେଖି ଦେଖି ପୁରଷର ଆଉ ଆକର୍ଷଣ ରହୁନି ନାରୀ ପ୍ରତି। ସେ ଆଉ ରହସ୍ୟମୟୀ ହୋଇ ରହୁନି। ରହସ୍ୟ ଉନ୍ମୋଚିତ ହେବାପରେ ଆଗ୍ରହ ମରିଯାଏ ମଣିଷର। ପ୍ରକୃତରେ ପାଇବାର ଅନ୍ୟନାମ ହରେଇବା। ଯେଉଁଥିପାଇଁ ପ୍ରେମିକା ପ୍ରତି ଯେଉଁ ଆକର୍ଷଣ ରହେ ସେଇଟା ସ୍ତ୍ରୀ ପାଇଁ ରହେନି। ଚିଡ଼ିଗଲା ଶାନ୍ତା ଏମାନେ ସବୁକିଛି ନଷ୍ଟ କରିଦେଲେ। ନାରୀକୁ ଅନାକର୍ଷଣୟ କରିଦେଲେ। ଟିଭି ବନ୍ଦ କଲା। ବେସିନ୍ ପାଖକୁ ଗଲା ମୁହଁକୁ ଆସ୍ତେ ଧୋଇଲା। ତା'ପରେ ପୁଣି ଆସିଲା ଡ୍ରେସିଂ ଟେବୁଲ ସାମ୍ନାକୁ। ଦର୍ପଣ ଦେଖିଦେଖି ହଲାକା ହାଲକା କରି ପୋଛିଲା ମୁହଁ। ପତଳା ମେକ୍ଅପ୍ ନେଲା ମୁହଁରେ। ଓଠରେ ଲିପ୍ଷ୍ଟିକ ଲଗାଇଲା ଆଖିରେ କାଜଲ, ମୁଣ୍ଡରେ ପିନ୍ଧିଲା ପଥରବସା ବିନ୍ଦି, ଆଲମାରୀ ଖୋଲି ବାହାରକଲା ଚୁମୁକିବସା ହଳଦୀ ରଙ୍ଗର ଶାଢ଼ୀ, ମ୍ୟାଚିଙ୍ଗ୍ କରି ଚୁଡ଼ି ପିନ୍ଧିଲା, ପିନ୍ଧିଲା ଘୁଙ୍ଗୁର ଲଗା ପାଉଜି, ଆଉ ଦୁଇ ଘଣ୍ଟା ପରେ ତୁଷାର ଆସି ପହଞ୍ଚିବ। ସେଣ୍ଟ ସ୍ପ୍ରେ କଲା ଦେହରେ, ସଜଡ଼ିଲା ଖଟର ବେଡ଼ସିଟ୍। ଅପେକ୍ଷାକଲା ତୁଷାରକୁ। କେତେବେଳେ ଆସିବ ତୁଷାର। ସେ ଏପଟ ସେପଟ ହେଲା। ଡ୍ରଇଂରୁମର ଟେବୁଲ ଉପରେ ରଖିଥିବା ସତେଜ ରଜନୀଗଂଧାଫୁଲକୁ ଆଉଥରେ ସଜାଡ଼ିଲା। ଧେତ୍ ଅପେକ୍ଷାଟା ଭାରିକଷ୍ଟ। କଲିଂବେଲ ଶୁଭିଲା। ଶାନ୍ତା ଦଉଡ଼ିଲା କବାଟ ଖୋଲିବାକୁ। ତୁଷାର ଆସିଲା। ଜୋତା ଖୋଲିଲା, ଡ୍ରେସ କାଢ଼ିଲା, ଗାମୁଛା ପିନ୍ଧିଲା, ଚାଲିଲା ବାଥରୁମକୁ। ଥରଟେ ଛୁଇଁଲାନି ରଜନୀଗଂଧାର କୋମଳ ପାଖୁଡ଼ାକୁ, ଅନେଇଲାନି ଶାନ୍ତାକୁ। ଶାନ୍ତା। ଗଲା ରୋଷେଇ ଘରକୁ ଗରମ କରିବାକୁ ଥଣ୍ଡା ହୋଇଯାଇଥିବା ତରକାରୀ। ଏହି ସମୟରେ ଶୁଭିଲା କୁରାଢ଼ୀର ଶବ୍ଦ। ସେ ଦଉଡ଼ିଲା ଝର୍କା ପାଖକୁ, ଟେକିଲା ସ୍କ୍ରିନ୍। ଦେଖିଲା ଦି'ଟା ଲୋକ ଦାଢ଼ୁଆ କୁରାଢ଼ିରେ କାଟୁଛନ୍ତି ଗଛର ଡାଳ, ଗଛର ଡାଳ ରଡ଼ ରଡ଼ ହୋଇ ପଡ଼ୁଛି ତଳେ, ତଳେ ଖସି ପଡ଼ୁଛି ଚଢ଼େଇର ବସା, ଭାଙ୍ଗି ଯାଉଛି ତା'ର କୁନି କୁନି ଧଳା ଧଳା ଅଣ୍ଡା। ଗଛ ତଥାପି ନୀରବ, ତଥାପି ଚୂପ, କିଛିବି କହିପାରୁନି ଏମିତିକି ତା'ଡାଳକୁ ନିର୍ଦ୍ଦୟ ଭାବରେ ହାଣୁଥିବା କାଠୁରିଆକୁ ବି। ନିର୍ବାକ ଗଛ ସାମ୍ନାରେ ରାସ୍ତା ଅଥଚ ଧଇଁ ଯିବାର ଉପାୟ ନାହିଁ। ହେଃ ଗଛ କ'ଣ ଚାଲିପାରେ? ଶାନ୍ତା ଆଉ ଦେଖି ପାରୁନଥିଲା। ସେ ଝର୍କାଟା ଧଡ଼୍କରି ବନ୍ଦ କଲା। ଚକୋଲେଟ୍ କଂପ୍ୟୁଟର। ସାମ୍ନାରେ ତିନିଟା ଚେୟାର। ଦୁଇଟା ବହି ଆଲମାରୀ। କାନ୍ଥରେ ବିରାଟ ବଡ଼ ୱାଲ ପେଣ୍ଟିଂ। ପାପାଙ୍କ ପଢ଼ିବା ଘର। ଗୁଗୁଲୁ ଗଲା ସେ ଘରକୁ। ବସିଲା ଚେୟାର ଉପରେ-। ବ୍ଲାକ୍ କଲର କି-ବୋର୍ଡ଼କୁ ଅନେଇଲା। ଧଳା ଧଳା ଲେଟରଗୁଡ଼ା ତାକୁ ଭଲ ଲାଗିଲାନି। ନୀଳ ରଂଗର ମାର୍କର ପେନ୍ ଆଣିଲା। କି ବୋର୍ଡ଼ର ଧଳା ଧଳା ଲେଟରରେ ନୀଳ ରଂଗ ଭରିଲା। ଏଣୁତେଣୁ ଗାରେଇଲା। ମାମା ଥିଲେ ଏଇନେ କାନ ମୋଡ଼ି ଦିଅନ୍ତେଣି। ମାମା ନାହାଁନ୍ତି। ଯାଇଛନ୍ତି ବଡ଼ ଆଈ ଘରକୁ। ବଡ଼ ଆଈ। ତାକୁ ବହୁତ ଭଲ ପାଆନ୍ତି-। ପାପାଙ୍କୁ ବି। ପାପାଙ୍କୁ ଭଲ ଲାଗେ ବୋଲି ବରା ଛାଣିକି ଆଣନ୍ତି। ଗଲାବେଳେ ଏକା ଚାଲି ଚାଲି ଯା'ନ୍ତି। ପାପା ନିଅନ୍ତି ନି ଛାଡ଼ିବାକୁ। ସେ ବଡ଼ ହେଲେ ବଡ଼ ଗାଡ଼ିଟେ କିଣିବ। ବଡ଼ ଆଈଙ୍କୁ ସେଥିରେ ବସାଇ ତାଙ୍କ ଘରେ ଛାଡ଼ିଦେବ। ବଡ଼ ଆଈର ଦେହ ଭଲ ନାହିଁ। କ'ଣ ହୋଇଛି? ମାମା ଏକା ଗଲେ। ତାକୁ ନେଲେନି କାହିଁକି? ସେ ମାମା ସାଙ୍ଗରେ କଥା ହେବନି। କଟି ପକାଇ ଦେବ। ସବୁ ଲେଟରରେ ସେ ରଙ୍ଗ ଭରି ସାରିଲାଣି। ମାର୍କରକୁ ଥୋଇଲା। ଚେୟାରକୁ ଟାଣି ନେଇ ଝର୍କା ପାଖରେ ବସିଲା। ଦେଖିଲା କାମିନୀ ଗଛକୁ। କାମିନୀ ଗଛର ଡାଳରେ ଛୋଟ ଚଢ଼େଇଟିଏ ବସିଥିଲା। କୁନି ଥଣ୍ଟ। କୁନି ପର। ଠିକ୍ ଗୁଗୁଲୁ ପରି। ସୁଇଟ୍। ତା' ମାମା କ'ଣ ତାକୁ ଛାଡ଼ିଦେଇ ଯାଇଛନ୍ତି, ତା' ବଡ଼ ଆଈ ଘରକୁ?